' ନାସିଗ୍ କହିଲେ, ଏ ବିଷୟରେ ବିନ୍ଦୁମାତ୍ର ସନ୍ଦେହ ନାହିଁ। ମୁଁ କହିଲି, ''ତାହାହେଲେ ମୋତେ ବିସ୍ତାରିତ ଭାବରେ ସବୁ କଥା କୁହ, ତାହାପରେ ସେ ବିଷୟରେ ସ୍ଥିର ସିଦ୍ଧାନ୍ତ ନେବି। '' ଏହାପରେ ସେ କହିଲେ 'ସେ ପ୍ରାୟ ଚାରି ଶତାବ୍ଦୀ ପୂର୍ବର କଥା। ସେତେବେଳେ ଆମ ଦେଶର ରାଜା ଥିଲେ ବେଗ୍ମାରବେକ୍। ବେଗ୍ମାରବେକ୍ ମହାପୁରୁଷ ରାଗମ୍ର ଖୁବ୍ ଭକ୍ତ ଓ ଅନୁଗତ ଥିଲେ। ଦିନେ ରାଗମ୍ ରାଜା ଓ ରାଜ୍ୟର ଅନ୍ୟାନ୍ୟ ପ୍ରଧାନ ବ୍ୟକ୍ତିମାନଙ୍କୁ ଡାକି କହିଲେ, ଦେଖ, ତୁମ୍ଭେମାନେ ପୂର୍ବପୁରୁଷର ଧର୍ମମତ ପରିତ୍ୟାଗ କରି ନୂତନ ଧର୍ମପଥରେ ଅନୁସରଣ କରୁଛ। ଏଥିପାଇଁ ବିଧାତା ତୁମ୍ଭମାନଙ୍କ ପ୍ରତି ଅସନ୍ତୁଷ୍ଟ ହୋଇଛନ୍ତି। ମୁଁ ତୁମମାନଙ୍କୁ ଏ କଥା ଅନେକ ଥର କହିଅଛି। କିନ୍ତୁ ତୁମ୍ଭେମାନେ ତାହା ଉପେକ୍ଷା କରିଛ। କେବଳ ରାଜା ବେଗ୍ମାରବେକ୍ ପ୍ରାଚୀନ ମତରେ ଚାଲିଛନ୍ତି। ମୁଁ ଆଶୀର୍ବାଦ କରୁଛି, ରାଜା ବେଗ୍ମାରବେକ୍ ଦୀର୍ଘକାଳ ରାଜତ୍ୱ କରିବେ। କିନ୍ତୁ ତାହାପରେ ତୁମ୍ଭମାନଙ୍କ ଦେଶରେ ନାନା କଳହ ଓ ଅଶାନ୍ତି ସୃଷ୍ଟି ହେବ। ଦେଶରେ ପଶ୍ଚିମ ଦିଗ ବହୁଭାଗରେ ବିଭକ୍ତ ହେବ, ବହୁ ଲୋକ ଯୁଦ୍ଧ ବିଗ୍ରହ ଓ ମଡ଼କରେ ମୃତ୍ୟୁବରଣ କରିବେ। କିନ୍ତୁ ସେଇ ଦୁଃସମୟରେ ଜଣେ ଲ୍ଲୁମର ଆବିର୍ଭାବ ହେବ। ତାଙ୍କର ମୁଣ୍ଡରେ ଥିବ ଲମ୍ବ ଘନ କେଶରାଶି, ମୁହଁରେ ନିଶ ଓ ଦାଢ଼ି,-ସେ ଗ୍ରୌନଦି ବ୍ୟତୀତ ଜଳ ଓ ଆକାଶରେ ପରିଭ୍ରମଣ କରିପାରୁଥିବେ ଏବଂ ଗୋଟିଏ ପ୍ରକାର ଆଗ୍ନେୟାସ୍ତ୍ରଦ୍ୱାରା ତୁମ୍ଭମାନଙ୍କର ଦେଶର ଶତ୍ରୁକୁ ନିପାତ କରିବେ। ସେଇ ନୂତନ ଦେଶର ଆଗନ୍ତୁକ ଦେବତାଙ୍କ ସାହାଯ୍ୟରେ ଏ ଦେଶର ପ୍ରଭୂତ କଲ୍ୟାଣ ସାଧିତ ହେବ। ତାହାପରେ ତୁମର ସେହି ତ୍ରାଣକର୍ତ୍ତା ତାଙ୍କର ଦେଶକୁ ଫେରିଯିବେ। ସାବଧାନ, ତୁମ୍ଭେମାନେ କେବେହେଲେ ଏ ସୁଯୋଗ ଉପେକ୍ଷା କରିବ ନାହିଁ। ଏହି କଥା କହି ରାଗମ୍ ଦେହତ୍ୟାଗ କଲେ। ''ଦିନେ ନା ଦିନେ ଏଇ ଭବିଷ୍ୟତବାଣୀ ସତ୍ୟ ହେବ ବୋଲି ରଜା ବେଗ୍ମାରବେକ୍ଙ୍କ ବିଶ୍ୱାସ ଥିଲା, ସେ ଭବିଷ୍ୟଦ୍ଦଶା, ରାଗମ୍ର ଏହି ସତର୍କ ବାଣୀ ରାଜ୍ୟର ସର୍ବତ୍ର ପ୍ରଚାର କରିଥିଲେ-। ସେହିଦିନଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ସମସ୍ତେ ଏହି ଭବିଷ୍ୟତ ବାଣୀର ସମ୍ବାଦ ଜାଣନ୍ତି। ଆଜି ଆମ୍ଭମାନଙ୍କ ଦେଶର ଏହି ଦୁର୍ଦ୍ଦିନରେ, ଦେଶର ଅଶାନ୍ତ ମଧ୍ୟରେ ଇଉଓୟାରକି ମୁଖରେ ଯେତେବେଳେ ତୁମ କଥା ପ୍ରଥମତଃ ପ୍ରଚାରିତ ହେଲା, ସେହିଦିନଠାରୁ ମହାରାଜାଙ୍କର ଇଚ୍ଛା ହୋଇଥିଲା ଯେ, ସେ ନିଜେ ଆସି ତୁମକୁ ରାଜ୍ୟକୁ ନେଇଯିବେ। ତେଣୁ ଭାଇ, ମୁଁ ରାଜାଙ୍କ ଆଦେଶ ପାଳନ କରିଆସିଅଛି। '' ମୁଁ ଭାବିଲି, ମଣିଷ ଜୀବନ କି ବିଚିତ୍ର, କେଉଁଠାରୁ କିପରି ଭାବରେ ଭିନ୍ନ ଭିନ୍ନ ପଥରେ ପରିଚାଳିତ ହୁଏ। ଜାଣେନା କେଉଁଠି କେଉଁ ଦେଶକୁ ବିଧାତା ମୋତେ ନେଇଯିବାକୁ ଚାହାନ୍ତି। ମୁଁ ନାସିଗ୍କୁ କହିଲି, ମୁଁ ତୁମ ଦେଶକୁ ଯିବାକୁ ସମ୍ମତ ଅଛି, କିନ୍ତୁ କେମିତି ଭାବରେ ମୋତେ ନେଇପାରିବ ସେଇ ବ୍ୟବସ୍ଥା କର। ନାସିଗ୍ କହିଲେ,-ଆମ୍ଭମାନଙ୍କର କେତେଜଣ ଲ୍ଲୁମ ଅନାୟାସରେ ତୁମକୁ ପିଠିରେ ନେଇଯାଇପାରିବେ। ମୁଁ ହସି କହିଲି, ''ତାହାହେଲେ ସେମାନେ ମୋତେ ସମୁଦ୍ରର ଅଗାଧ ଜଳରେ ବିସର୍ଜନ ଦେଇପାରିବେ। '' ଏମିତି ଭାବରେ ବହୁକ୍ଷଣ ଯାଏ ତର୍କ ବିତର୍କ ଚାଲିଲା। କୌଣସି ଏକ ସ୍ଥିର ସିଦ୍ଧାନ୍ତରେ ଉପନୀତ ହୋଇପାରିଲୁ ନାହିଁ। ମୁଁ କହିଲି-''ଚାଲ, ଏବେ ବିଶ୍ରାମ କରିବା। ଆଜି ରାତିଟା ମୋତେ ଚିନ୍ତା କରିବାକୁ ଦିଅ, କେମିତି ଭାବରେ ମୁଁ ତୁମମାନଙ୍କ ଦେଶକୁ ଯାଇ ପାରିବି। '' ନାସିଗ୍କୁ ନେଇ